ତାଙ୍କପରି ଏତେ ତ୍ୟାଗ କିଏ କରିଚନ୍ତି? ସାରା ଜୀବନ ସେ ନିଜକୁ ଖଣ୍ଡ ଖଣ୍ଡ କରି କାଟିଚନ୍ତି, ପୁଅ ପାଇଁ, ଘର ପାଇଁ। ଏମିତି କରିଚି କିଏ? ନିଶ୍ଚୟ ସମସ୍ତେ ଏହା ବୁଝିବେ ନିଶ୍ଚୟ। କିନ୍ତୁ ମୁଦିଟା ନ ଦେଇ ଆଉ କିଛି ଦେଇଥିଲେ? ଆଉ କିଛି? ମାନେ ସାମାନ୍ୟ କିଛି? ଦେବ ବୋଉ କ'ଣ ବିରକ୍ତ ହେବ? ଗାଳିଦେବ? କହିବ, "ହଇଏ, ତମେ ଏଡ଼େ ବେହିଆ ହେଲ?" କିନ୍ତୁ କାହିଁକି ସେ କହିବ ଏ କଥା? ସେ ଗୃହସ୍ଥ, ଘରର ମୁରବୀ। ତାଙ୍କର ଇଚ୍ଛା ଯାହା ସେ ତାହା ନିଶ୍ଚୟ କରିବେ। ଜଗବନ୍ଧୁ ପୁଣି ମନକୁ ମନ ଗଣୀ ଗୁଣିହେଲେ ନାଃ ମୁଦିଟା ଖୁବ୍ ପୁରୁଣା ହୋଇ ଯାଇଥିଲା। ହାତରେ ପିନ୍ଧି ପିନ୍ଧି ଏକଦମ୍ ଘୋରି ହୋଇ ଯାଇଥିଲା,ଏବଂ ସେଇଟା ବା କି ପ୍ରୟୋଜନରେ ଆସିଥାନ୍ତା? ବିଚାରି ମେହେନ୍ତ୍ରାଣୀ ନେଲା, ନଉ ଆହା ସେ ଯେ ନର୍କ ଘାଣ୍ଟୁଚି। ଦେବଦତ୍ତର ମୁହଁ ସହସା ତାଙ୍କ ଆଖିରେ ନାଚିଲା,ସେଇ ଦେବଦତ୍ତର ଆଜି ପୁଅ ହୋଇଚି ମୁଦିଟା କେଡ଼େ ତୁଚ୍ଛ! ଜଗବନ୍ଧୁ ହଠାତ୍ ଭାବିଲେ ତାଙ୍କର ଆନନ୍ଦକୁ ସେ ଯଦି ଆକାଶର ନୀଳିମାରେ ପରିବ୍ୟାପ୍ତ କରି ପାରନ୍ତେ,ଗଛର ଫୁଲେ ଫୁଲେ ଚହଟାଇ ରଖି ପାରନ୍ତେ ଆଉ ଆଉ ନାଃ ଆଉ କିଛି ଭାବି ହେଉନି କିନ୍ତୁ କିଛି ଏକ କରିବାକୁ ହବ ଅସାମାନ୍ୟ ଅସାଧାରଣ ଏମିତି କିଛି ଏ ଯେ ତାଙ୍କର ଦଧିନଉତି। ତାଙ୍କର ଆଉ ଅଛି କଣ? ସବୁ ସମ୍ପୂର୍ଣ୍ଣ ହୋଇଚି। ଅସାମାନ୍ୟ ଏଇଠି କିଛି କରି ସେ ବିଦାୟ ନେବେ। ସେ ନାହିଁ ନଥିବା ଭୋଜି କରିବେ। ନାହିଁ ନଥିବା କାଙ୍ଗାଳି ଭୋଜନ! ଯେମିତି କେତେ ଦିନକୁ କଥା ରହିବ"ଜଗବନ୍ଧୁ ବୋଲି ଜଣେ ଥିଲା" ହେ ଜଗନ୍ନାଥ, ସବୁ ତୁମରି କୃପା। ସବୁ ତ ତମରି ଦାନ! ତମକୁ ମୁଁ କଣ ଦେଇପାରେ? କେବଳ ତୁଳସୀ ମଞ୍ଜରୀ ଖଚିତ ଶହେ ଆଠ ପଦ୍ମର ମାଳ! ଏତିକି, କେବଳ ଏତିକି। ଜଗବନ୍ଧୁ ପୁଝାରୀକୁ ବଜାରରୁ ପ୍ରଚୁର ପରିମାଣର ମିଠା ଆଣିବାକୁ ବରାଦ କରି, ଚାକରକୁ ପଦ୍ମଫୁଲ ପାଇଁ ପଠାଇଲେ। ତାପରେ ତାଙ୍କ ଦାଣ୍ଡରେ ଥିବା ନିଜ ହାତ ଦେଇଚନ୍ତି। ତାଙ୍କ ପରି ଏତେ କରିଚି କିଏ? ଏତେ ତ୍ୟାଗ, ଏତେ କଷ୍ଟ, ହସି ହସି ତାଙ୍କ ପରି ବହନ କରିଚି କିଏ? ଦୁନିଆଯାକର ବାପା ପୁଅମାନଙ୍କୁ ମଣିଷ କରନ୍ତି। କିନ୍ତୁ ଏମିତି ଟୋପା ଟୋପା ରକ୍ତ ଢାଳିବ କିଏ? ଜଗବନ୍ଧୁ ସେମିତି ଭାବୁଥିଲେ ପଛ କଥା, ତିରିଶ, ଚାଳିଶ ବର୍ଷ ତଳର କଥା। ସେ ଗୋଟାଏ ଅତୀତ ଥିଲା ନିଶା ଲାଗିଲା ପରି ସେ ଚାଲିଥିଲା। ନିଜକୁ ଦେଖିବାକୁ ବେଳ ନ ଥିଲା। ଘରେ ସାମାନ୍ୟ କିଛି ଜମି, ସହରରେ କିରାଣୀ ଚାକିରୀ ଖଣ୍ଡିଏ। ସେଇଥିରେ ଚଳିବାକୁ ଆଠ ପ୍ରାଣୀ କୁଟୁମ୍ବ ବାପା, ମା, ସ୍ତ୍ରୀ ସମେତ ଚାରୋଟି ଝିଅ। ଜଗବନ୍ଧୁ ହତାଶ ହୋଇ ନ ଥିଲେ, ଜଗନ୍ନାଥଙ୍କୁ ଆଶ୍ରା କରି ଅଣ୍ଟାରେ ଲୁଗା ଭିଡ଼ିଥିଲେ। ଏସଡ଼ିଓ ଅଫିସ କାର୍ଯ୍ୟପରେ ରାତ୍ରିରେ ଗୋଟିଏ ଦୋକାନରେ ହିସାବ କାର୍ଯ୍ୟ କରି ଉପାର୍ଜନ କରିଚନ୍ତି। ନନା ବୋଉ କାହାରି ପ୍ରତି ହେଳା କରିନାହାନ୍ତି, ହେଳା କରିଚନ୍ତି ଖାଲି ନିଜକୁ। ନନା ବୋଉ ଚାଲିଗଲେ। ସମାରୋହରେ ତାଙ୍କର ଶୁଦ୍ଧି କ୍ରିୟା କରିଚନ୍ତି। ମାପି ଚୁପି ଚଳିଚନ୍ତି। ଚାରିଟି ଝିଅଙ୍କ ଲାଗି, ପେଟରୁ କାଟି କେଡ଼େ କଷ୍ଟରେ ସେ ସୁନା କିଣିଚନ୍ତି। ଚାରୋଟି ଝିଅ ପରେ, ଯେଉଁମାନେ ସେ ଜାଣିଲେ ଯେ ପତ୍ନୀ ପୁଣି ସନ୍ତାନ ସମ୍ଭବା, ସେଦିନ ମନେ ମନେ ଗୋଟିଏ ଅଦ୍ଭୁତ ବ୍ରତ ପାଳନ କରି ବସିଲେ ଜଗବନ୍ଧୁ। ଏଇ ସନ୍ତାନ ଯଦି ପୁତ୍ରସନ୍ତାନ ହୁଏ, ତେବେ ଏହାକୁ ହିଁ ପତ୍ନୀ ପାଶରେ ରଖି ସେ ସନ୍ନ୍ୟାସ ଗ୍ରହଣ କରିବେ। ମନେ ମନେ ଦୃଢ଼ପରିକର ହୋଇ ଉଠିଲେ ସେ। ଯେଉଁ ଦିନ ପତ୍ନୀ ପ୍ରସବ କଷ୍ଟ ପାଇଲେ ସେତିକିବେଳେ ଜଗବନ୍ଧୁ ଠାକୁର ଘରେ ପଦ୍ମାସନରେ ବସି ମନପ୍ରାଣ ଦେଇ ଭଗବାନଙ୍କୁ ଡାକୁଥିଲେ। ସେଇ ପୁଅ ଦେବଦତ୍ତ ଜନ୍ମ ହେଲା। ଜଗବନ୍ଧୁ ଘର ଛାଡ଼ି ସନ୍ନ୍ୟାସୀ ହୋଇନାହାନ୍ତି ସତ, ମାତ୍ର ଘର ଭିତରେ କେତେ ବଡ଼ ସନ୍ନ୍ୟାସ-ସାଧନା ଆରମ୍ଭ କରିଚନ୍ତି, ସେ କଥା ଦେବବୋଉ ଛଡ଼ା ଜାଣିବ କିଏ? ଆମିଷ ତ୍ୟାଗ କରିଚନ୍ତି ସେହିଦିନୁ ଶୋଇବା ଘରୁ ତାଙ୍କର ବିଛଣା ଆଣି ଦାଣ୍ଡ ମେଲାରେ ପକାଇଚନ୍ତି! କି ଶୀତ, କି ଖରା, କି ବର୍ଷା ସେ ସେଇଠି ଶୁଅନ୍ତି।